ହଠାତ୍ ଆଣେ ଅଶାନ୍ତି, ହଠାତ୍ ବାଜିଉଠେ ସୁଦୂର ବେଦନାକୁଳ ବଂଶୀ। ଏହି ବାଟରେ ଚାଲିଲେ ପ୍ରାଣ ଉଡ଼ିଯାଏ କୁଆଡ଼େ ଯେମିତି ପାନ୍ଥହରା ସ୍ୱରରେ-ହିମାଳୟର ଶାଖା ପ୍ରଶାଖାର କନ୍ଦରେ କନ୍ଦରେ-। ଦେଖିଚି ଭୁବନେଶ୍ୱରୀ ଶିଖର ଉପରୁ ବ୍ରହ୍ମପୁତ୍ରର ଶୋଭା ଅପରୂପ। ଗୌହାଟୀ ପାର ହେଲେ ଖାଲି ପ୍ରାନ୍ତର ଆଉ ଅରଣ୍ୟ। ବାଟରେ ଦେଖିବାକୁ ମିଳେ ଶିକାରକେନ୍ଦ୍ର ଗଛ ଗଛରେ ମଂଚା। ଶସ୍ୟ ଲୋଭରେ ଆଓୁଥିବା ଜନ୍ତୁମାନଙ୍କୁ ତଡ଼ିବା ଲାଗି ଏହି ମଂଚା। ଗୌହାଟୀ ଶିଲଂ ମଝିରେ ପଡ଼େ ପାହାଡ଼ୀ ସହର ନ୍ୟାପୋ। ଛବି ଭଳି ଦେଖାଯାଏ ସହରଟି। କାଠବିକ୍ରୟ କେନ୍ଦ୍ର। ବର୍ଷର ପ୍ରାୟ ଅନେକ ସମୟ ଆସାମରେ ମେଘ ଛାଇହୋଇ ରହିଥାଏ। ଆମ ଆଖିରେ ଯାହା ଅତିବୃଷ୍ଟି, ଆସାମର ଲୋକଙ୍କ ପକ୍ଷରେ ତାହା ଅତି ସାଧାରଣ। ଆସାମ ଉର୍ବର, କିନ୍ତୁ ସନ୍ତସନ୍ତିଆ। ମାଟି ସବୁବେଳେ ଓଦା ଓଦା। ତଳଦେଶରେ ଯେଉଁମାନେ ରହନ୍ତି, ସେମାନଙ୍କର ବଡ଼ କଷ୍ଟ। ଜନ୍ତୁ ପାହାଡ଼ ଉପରକୁ ଉଠିବାମାତ୍ରେ ଦେହରେ ପାଇନବଣର ହାଓ୍ୱା ଲାଗେ। ଇମିତି ଫୁଲ ଗନ୍ଧ ପାଇବେ ଯାହା କି ଜୀବନରେ କେହି କେବେ ଆଘ୍ରାଣ କରି ନ ଥିବେ। ଇମିତି ନୀରନାରୀ ଆଖିରେ ପଡ଼ିବେ, ଯାହାକୁ ଖୋଜିଲେ ବି ମିଳିବେନି ଅନ୍ୟ କେଉଁଠି। ଶିଲଂରେ ଆସି ପହଞ୍ଚିଲୁ। ଏହା ସମୁଦ୍ରପତ୍ତନର ପାଞ୍ଚ ହଜାର ଫୁଟ ଉଚ୍ଚରେ। ମସ୍ତ ଏକ ସହର, ପ୍ରାୟ ସମତଳ। ସହୁରଟି ଯେମିତି ହସିଉଠୁଚି ପ୍ରଫୁଲ୍ଲ ଚିତ୍ତରେ। ଦାର୍ଜିଲିଂ ଭଳି ନୁହେଁ-। ଏଠାରେ ବଡ଼ ବଡ଼ ରାଜପଥ ପଡ଼ିଚି ନାନା ଦିଗରୁ। ପ୍ରଶସ୍ତ ମାଳଭୂମି। ମନେହୁଏ ଯେମିତି କାଶ୍ମୀରର ଶ୍ରୀନଗର। ଏଭଳି ବଡ଼ ବଡ଼ ବାଡ଼ିବଗିଚା ସହସା କୌଣସି ପାର୍ବତ୍ୟ ସହରରେ ଆଖିରେ ପଡ଼େନା। ଚାରିଆଡ଼େ ପ୍ରଚୁର ଲୋକ, ନରନାରୀ, ଅନବଦ୍ୟ ଯୌବନ। ଧନୀ ଆସାମୀୟ, ସଂଭ୍ରାନ୍ତ ବଙ୍ଗାଳୀ ବିଶେଷ କରି ଲବାନ ଅଞ୍ଚଳରେ ଏମାନେ ରହିଆସିଚନ୍ତି ପୁରୁଷାନୁକ୍ରମେ। କେଉଁଠି କେଉଁଠି ସାହେବମାନଙ୍କ ବଙ୍ଗଳା। ସଭ୍ୟ ଅସଭ୍ୟ ନଗ୍ନ ଅର୍ଦ୍ଧନଗ୍ନ ଇତର ଓ ଭଦ୍ର ଲାଖି ରହିଚନ୍ତି ଗାତ୍ରେ ଗାତ୍ରେ। ଅସାମୀୟ, ମଣିପୁରୀ ନାଗା, ସିଲେଟୀ, ଆସିୟା ଏହିମାନଙ୍କୁ ଦେଖି ମୁଁ ମୁଗ୍ଧଚକିତ। ଆସାମୀୟମାନଙ୍କ ନିଜ ଭାଷା ହେଉଚି ''ଅହୋମ''-ଶୁଣିବାକୁ ଭାରି ଚମତ୍କାର। କିନ୍ତୁ କାନକୁ ଲାଗେ ଯେମିତି ଓଡ଼ିଆ ଭାଷାର ଅପଭ୍ରଂଶ। ଦୁଇ ଚାରୋଟି ଅକ୍ଷର ଇଆଡ଼ିକି ସିଆଡ଼ିକି, ନଚେତ୍ ଏକ। ସମଗ୍ର ଶିଲଂ ଯେମିତି ଗୋଟିଏ ପୁଷ୍ପପାତ୍ର। ପ୍ରତି ବୃକ୍ଷଲତାରେ, ଗଛର ଡାଳେ ଡାଳେ ଅଜସ୍ର ଫୁଲର ଆଶ୍ଚର୍ଯ୍ୟ ଶୋଭା, ସୌରଭ। ଫୁଲ ଆଉ ଫଳର ଉଦ୍ୟାନରେ ଯେପରି ପ୍ରକୃତିର କାରୁକାର୍ଯ୍ୟର ଅନିନ୍ଦ୍ୟ କମନୀୟତା। ଡାଳିମ୍ବ, ନାସ୍ପାତି ଆଖରୋଟ୍, ନାନା ରକମର ବହୁତ ଫଳ-। ବଜାରରେ ଯାଇ ଠିଆହେଲେ ଦେଖିବ ବିଚିତ୍ର ଦୃଶ୍ୟ। ଯେମିତି ମେଳା ବସିଚି ଆନନ୍ଦହାଟରେ-। ବଜାରରେ ଦେଖିବାକୁ ମିଳେ ବିକ୍ରୀ ହେବାକୁ ଆସିଛି ଡାଲି ଚାଉଳ ସାଙ୍ଗକୁ ଧନୁଶର, ପନିପରିବା ସାଙ୍ଗକୁ ନାନାବର୍ଣ୍ଣ ପକ୍ଷୀମାନଙ୍କ ପର, କାଠ, ଲୁଣ ସାଙ୍ଗକୁ ରୂପାର ଗହଣା, ଆଉ ହାଡ଼ର ମାଳା। କିଏ ବା ନାଚିଯାଉଚି, କିଏ ଗୋଡ଼କୁ ବାଡ଼େଇ ଘୁଙ୍ଗୁର ରୁଣଝୁଣ କରୁଚି। ବଜାରରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ସ୍କୁଲ ପାଠଶାଳାକୁ ଯାଇ ଦେଖ ବହୁ ଖ୍ରୀଷ୍ଟିୟାନ। ମିଶନାରୀ ଝିଅ ନେତ୍ରୀ-ପଛେ ପଛେ ଚାଲିଛନ୍ତି ଶହ ଶହ ଝିଅ। ନାନା ସମ୍ପ୍ରଦାୟ, ନାନା ଉପଜାତିର ମିଶ୍ରଣ; କିନ୍ତୁ ସମସ୍ତେ ଏକାକାର ଖ୍ରୀଷ୍ଟାନ ଧର୍ମରେ। ଆମେ ଯେଉଁ ହୋଟେଲରେ ଚଳୁଥିଲୁ, ତା ତଳେ ଗୋଟିଏ ପରିବାର ରହୁଥିଲେ-ବାପା ମୁସଲମାନ, ମା ହିନ୍ଦୁ, ଝିଅ ଖୀରସ୍ତାନ, ପୁଅ ତଥୈବ